ଟ୍ରାନ୍ସ୍ ସଙ୍ଗୀତ ହେଉଛି ଏକ ପ୍ରକାରର ବୈଦୁତିକ ସଙ୍ଗୀତ, ଯାହା ଟେକ୍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର। କେତେକ ଦଶନ୍ଧି ପୂର୍ବରୁ ଜର୍ମାନୀ ଓ ଇଉରୋପର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା।ତାଳ ଓ ଧ୍ୱନି ଟ୍ରାନ୍ସ୍ ସଙ୍ଗୀତରେ ମିନିଟ୍ ପ୍ରତି ଶହେ ପଚିଶରୁ ଶହେ ପଞ୍ଚାଶ ତାଳ ରହିଥାଏ। ଏକ ଟ୍ରାନ୍ସ୍ ଗୀତରେ ଗୋଟିଏ ନିର୍ଦ୍ଦିଷ୍ଟ ଧ୍ୱନି ବା ସ୍ୱରର ପୁନରାବୃତ୍ତି ହେଉଥାଏ।ଗଠନ ଏହି ଗୀତଗୁଡ଼ିକରେ କ୍ଷୁଦ୍ର ଧ୍ୱନିମାନ ସମ୍ମିଳିତ ହୋଇ ଉର୍ଦ୍ଧ୍ୱମୁଖୀ ଆବେଗର ଶିଖରରେ ପହଞ୍ଚିଥାନ୍ତି। ପ୍ରତି ଟ୍ରାନ୍ସ୍ ଗୀତରେ ଗୋଟିଏରୁ ଦୁଇଟି ଶିଖର ବା ଗହ୍ୱର ରହିଥାଏ।ପ୍ରଭାବ ଟ୍ରାନ୍ସ୍ ସଙ୍ଗୀତକୁ ବୈଦୁତିକ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ଶୈଳୀର ମାନ୍ୟତା ମିଳିଛି। ଏଥିରେ ଟେକ୍ନୋ, ହାଉସ୍, ପପ୍, ଚିଲ୍-ଆଉଟ୍, ପାରମ୍ପରିକ ସଙ୍ଗୀତ, ଟେକ୍ ହାଉସ୍, ଲୋକପ୍ରିୟ ଓ ଚଳଚ୍ଚିତ୍ର ସଙ୍ଗୀତର ପ୍ରଭାବ ସ୍ପଷ୍ଟ ଭାବେ ଜଣାପଡ଼େ। ଟ୍ରାନ୍ସ୍ ଅବସ୍ଥା ଓ ସଙ୍ଗୀତ ଶୈଳୀ ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଇଂରାଜୀରେ ଟ୍ରାନ୍ସ୍ଅ ବସ୍ଥା କୁହନ୍ତି। ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ୱନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର ଗହ୍ୱର ଆବେଗର ରୂପ ଦିଆଯାଏ।ଗୀତର ଦୈର୍ଘ୍ୟ ଟ୍ରାନ୍ସ୍ ଗୀତ ସାଧାରଣତଃ ଟିକେ ଲମ୍ବା ହୋଇଥାଏ। ଗୀତ ଲମ୍ବା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବା ବେଳେ ତାଳ ମିଶାଇବା ପାଇଁ ଡିଜେ ମାନଙ୍କୁ ସୁବିଧା ହୁଏ। ଗାୟକ ଓ ଭୋକାଲ୍ ଏହି ଗୀତରେ ବାଦ୍ୟଯନ୍ତ୍ରର ଧ୍ୱନି ବା ବୈଦୁତିକ ଉପାୟରେ ସୃଷ୍ଟ ଧ୍ୱନି ସର୍ବାଧିକ ବ୍ୟବହୃତ ହୁଏ। କେତେକ ଗୀତରେ ଏହି ସବୁ ଧ୍ୱନିର ଆଧାର ଉପରେ କଣ୍ଠଶିଳ୍ପୀମାନେ ଗୀତ ଗାଆନ୍ତି। ଏଥିରେ ସମୂହଗାନ ପରିଲକ୍ଷିତ ହୁଏନାହିଁ। ଅଧିକାଂଶ ସମୟରେ ଭୋକାଲ୍ ଟ୍ରାନ୍ସ୍ ଗୀତରେ ଏକାକୀ ମହିଳା କଣ୍ଠଶିଳ୍ପୀମାନଙ୍କୁ ଶୁଣିବାକୁ ମିଳେ। ଅଧିକ ପ୍ରଚଳନ ଯୋଗୁଁ ବର୍ତ୍ତମାନ ସମୟରେ ଭୋକାଲ୍ ଟ୍ରାନ୍ସ୍ ଏକ ସ୍ୱତନ୍ତ୍ର ଶୈଳୀ ରୂପେ ଉଭା ହୋଇଛି। ଇତିହାସ ଓ ବିକାଶ ଟ୍ରାନ୍ସ୍ ସଙ୍ଗୀତ ଶୁଣି ମନ ଆବେଗ, ଆନନ୍ଦ, ଉତ୍ସାହ ଓ ଉନ୍ମାଦନାରେ ଭରି ଉଠେ ବୋଲି ଶ୍ରୋତାମାନେ ଅନୁଭବ କରନ୍ତି। ପ୍ରାରମ୍ଭିକ ସମୟରେ ଏପରି ଶୈଳୀର ସଙ୍ଗୀତ ମନର ଆବେଗପୂର୍ଣ୍ଣ ସ୍ଥିତିକୁ ବର୍ଣ୍ଣନା କରୁଥିବାରୁ ଏପରି ନାମକରଣ କରାଯାଇଥିବା ସମ୍ଭବପର। ପରେ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଲା। ପ୍ରାରମ୍ଭିକ ଗୀତ ଷ୍ଟ୍ରିଟ୍ସ୍ ଅଫ୍ ରେଜ୍ ନାମକ ଏକ ଭିଡ଼ିଓ ଗେମ୍ ପାଇଁ ୟୁଜୋ କୋଶିରୋ ଏବଂ ମୋତୋହିରୋ କାୱାଶିମା ବୈଦୁତିକ ପ୍ରଣାଳୀରେ କେତେକ ଗୀତ ରଚନା କରିଥିଲେ। ଯୁକ୍ତରାଜ୍ୟର ମେଗାଟ୍ରିପୋଲିସ୍ କ୍ଲବ୍ରେ ଏହି ସବୁ ଗୀତ ବାଜିବା ପରେ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କଲା, ଯାହା ଟ୍ରାନ୍ସ୍ ସଙ୍ଗୀତର ପ୍ରଥମ ସୋପାନ ଥିଲା। ପ୍ରସିଦ୍ଧ ରିମିକ୍ସ ଜର୍ମାନ୍ ଡିଜେ ଯୁଗଳ 'ଜାମ୍ ଓ ସ୍ପୁନ୍' ଗୋଟିଏ ଗୀତ ଦ ଏଜ୍ ଅଫ୍ ଲଭ୍ ର ବାର ମିନିଟିଆ ରିମିକ୍ସ୍ ଉନେଇଶ ଶହ ବୟାନବେ ମସିହାରେ ପ୍ରସ୍ତୁତ କରିଥିଲେ। ଆଉ ଏକ ଡିଜେ ଯୁଗଳ 'ଡ୍ୟାନ୍ସ୍ ଟୁ ଟ୍ରାନ୍ସ୍' ୱି କେମ୍ ଇନ୍ ପିସ୍ ପ୍ରସ୍ତୁତ କରିଥିଲେ।ବିଶେଷ ଶୈଳୀର ଆରମ୍ଭ ଡିଜେ ପଲ୍ ଭାନ୍ ଡାଇକ୍‌ଙ୍କ ପ୍ରସ୍ତୁତ ଲଭ୍ ସିମ୍ୟୁଲେସନ୍ ଗୀତର ରିମିକ୍ସ୍ରୁ ଏହି ଶୈଳୀର ଆରମ୍ଭ ବୋଲି କୁହାଯାଏ। ଏହା ପୂର୍ବରୁ ସେ ଭିଜନ୍ ଅଫ୍ ଶିବ ନାମକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ। କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍ସ୍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍ସ୍ ଏବଂ ପାରମ୍ପରିକ ଓ ଚଳଚ୍ଚିତ୍ର ଶୈଳୀର ମିଶ୍ରଣରେ ଏପିକ୍ ଟ୍ରାନ୍ସ୍ ର ଉଦ୍ଭବ ହେଲା। ପରବର୍ତ୍ତୀ ସମୟରେ ଟ୍ରାନ୍ସ୍ ସଙ୍ଗୀତ ବହୁଳ ବ୍ୟାବସାୟିକ ସଫଳତା ଲାଭ କରିଥିଲା।